ପରେ କହିଲା, ତୁମର ଅବସ୍ଥା ଏତେ ଦୂରକୁ ଗଲା, ଆଉ ତୁମେ ଏଭଳି ଗୋଟାଏ କଦର୍ଯ୍ୟ ଚରିତ୍ର ଲୋକର ଦୋକାନରେ ଚାକିରି ପର୍ଯ୍ୟନ୍ତ କରିବାକୁ ଗଲ, ହେଲେ ମୋତେ ଟିକିଏ ଜଣାଇପାରିଲ ନାହିଁ? ବିଜାତୀୟ ହେଲେ ବି ଆମ ହୃଦୟରେ କଣ ଦୟା ମାୟା ନାହିଁ ବୋଲି ତୁମେ ଘୃଣା କଲ? ଛି, ଭଉଣୀ ମୁଁ ସେତେବେଳେ ଏତେ ବିବ୍ରତ ହୋଇପଡ଼ିଥିଲି ଯେ ବେଶ୍, ତୁମର ଯଦି ଚାକିରି କରିବାର ଏକାନ୍ତ ଇଚ୍ଛା, ତା ହେଲେ ମୋ ଉପରେ ସେ ଦାୟିତ୍ୱ ଦେଇଦିଅ। ମାନେ? ମୁଁ ସନ୍ଦେହ ମିଶା ଆଶ୍ଚର୍ଯ୍ୟରେ ତାକୁ ଅନାଇ ରହିଲି। ସେ କହୁଥିଲା, ମୁଁ ଏଇ ପୁରୁଷ ସମାଜକୁ ଜାଣେ। ଆହୁରି ଜାଣେ, ନାରୀର ରକ୍ତ ମାଂସକୁ ଛିନ୍ନଭିନ୍ନ କରି ଆଘ୍ରାଣ କରିବାରେ ସେମାନେ କେତେ ଆନନ୍ଦ ପାଆନ୍ତି। କିନ୍ତୁ ଆଚ୍ଛା, ମୁଁ ଚେଷ୍ଟା କରିବି ଲୀଳା ଦେବୀ। ତୁମରି କୋଠରି ରେ ଆମେ ଆଶ୍ରୟ ନେଇଛେ, ଆଉ ଆମରି ପାଖରେ କେତେ ଝିଅ ପିଲା ଚାକିରି କରି ପଇସା ନେଇଛନ୍ତି। ତୁମେ ତ ବି.ଏସ୍‌ସି. ପାସ୍ କରିଛ ମାନେ ତୁମର ମୋର ନିର୍ବୋଧତାର ନୁରୁ ବେଗମ୍ ହସିଲା। ଏ କଲିକତା ମହାନଗରୀରେ ସ୍ଥାନଟିଏ କିଣି ନିଜ ପାଇଁ ବାସଭବନଟିଏ ତିଆରି କରିବା ସିନା ସମ୍ଭବ ହୋଇପାରୁନାହିଁ, ହେଲେ ବିଜିନେସ୍ ତ ଚାଲିଛି। ବହୁବଜାର ମୋଡ଼ ଉପରେ ସେହି ବିଖ୍ୟାତ ଜହୁରୀ ଦୋକାନଟି ଆମର! ତୁମର ଭଳି ପାଞ୍ଚ ଜଣ ଲେଡିଜ ସେଲୁମାନେ ସେଠାରେ କାମ କରନ୍ତି। ଆଉ ତୁମେ ଯଦି ମୋ କଥା ଉପରେ ବିଶ୍ୱାସ ରଖ, ତା ହେଲେ ଦଶ ବାର ଦିନ ଭିତରେ ମୁଁ ବାପାଙ୍କୁ ଯେ କୌଣସି ପ୍ରକାରେ ହେଉ ରାଜି କରାଇ ତୁମକୁ ସେହିଠାରେ ରଖାଇ ଦେବି। ଓହୋ , ସେତେବେଳେ ମୋ ମନ ଯେ କିଭଳି ଆନନ୍ଦିତ ହୋଇଉଠିଲା, ତୁମେ କଳ୍ପନା କରିପାରିବ ନାହିଁ, ତୁଷାର ବାବୁ। ଅତ୍ୟଧିକ ଆବେଗରେ ମୁଁ ନୁରୁର ହାତଟାକୁ ଖୁବ୍ ଜୋର ଭିଡ଼ିଧରି କହିଉଠିଥିଲି, ତୁମର ଏ ଋଣ ମୁଁ କେବେ ଶୁଝିପାରିବି ନାହିଁ, ଭଉଣୀ। ଆମ ଦୋକାନରେ ସେମାନେ କାମ କରି ପଇସା ନେଉଛନ୍ତି ଆଉ ତମେ ବି ପରିଶ୍ରମ କରି ଟଙ୍କା ପାଇବ। ଆମେ ତ ଆଉ ମାଗଣାରେ ତମକୁ ଦେଉନାହୁଁ? କିନ୍ତୁ ସେତି କ ତ ଆହା, ପୁଣି ସେହି ଲୈକିକତା ମୋ ପାଖରେ ଆଉ କେଉଁ ଦିନ ଦେଖାଇବ ନାହିଁ, ଲୀଳା। ମୁଁ ବାପାଙ୍କୁ ଯେ କୌଣସି ପ୍ରକାରେ ହେଉ, ତମକୁ ଗୋଟାଏ ଭଲ ପୋଷ୍ଟରେ ରଖାଇ ଦେବି। ଆଉ ସେଠାରେ ଯେଉଁ କେତେ ଜଣ ପୁରୁଷ ଲୋକ କାମ କରୁଛନ୍ତି, ସେମାନେ ତମ ଉପରକୁ ଆଙ୍ଗୁଳି ଟିକିଏ ଉଠାଇବାକୁ ବି ସାହସ କରିପାରିବେ ନାହିଁ। ତା ପରେ ସେ ଆଣି ଆମ ସଦର ଦ୍ୱାର ପାଖରେ ଗାଡ଼ି ଭିଡ଼ ମୋତେ ଶୁଭରାତ୍ରି ଜଣାଇ ବିଦାୟ ନେଇଥିଲା। ଆପଣ ହୁଏତ ଅନୁଭବ କରିପାରିବେ ନାହିଁ, ସେଦିନ ରାତ୍ରିଟି ମୁଁ କିପରି ଆନନ୍ଦରେ ଶୋଇପାରିଥିଲି। ପ୍ରକୃତରେ ମୋତେ ଏତେ ଆନନ୍ଦ ଲାଗିଥିଲା ଯେ, ପରଦିନ ସକାଳ ଆଠଟା ପର୍ଯ୍ୟନ୍ତ ମୁଁ ସେମିତି ଶୋଇ ରହିଥିଲି। ରୀତାର ଡାକରେ ମୋର ନିଦ ଭାଙ୍ଗିଲା। ରୀତା! ତୁଷାରକାନ୍ତି ଚମକିଉଠିଲେ। ଦୁଃଖପୂର୍ଣ୍ଣ ହସଟିଏ ଖେଳିଉଠିଲା ଲୀଳାର ମୁଖମଣ୍ଡଳରେ। ସେ କହିଲା, ମୁଁ ଜଣେ ରୀତାର ନାମ ଶୁଣି ଆପଣ ଚମକିଉଠିବେ। ତା ହେଲେ ଏଇ ରୀତା କଣ ତୁମର ଭୋ ଉଣୀ? ତୁଷାରକାନ୍ତିଙ୍କ ଚକ୍ଷୁରେ ଗଭୀର ବିସ୍ମୟର ରେଖା ଫୁଟିଉଠିଥିଲା। ଲୀଳା କହିଲା, ମୁଁ ଜାଣେ, ତମେ ତାହା ଏ ପର୍ଯ୍ୟନ୍ତ ଜାଣିପାରି ନଥିବ। ଆଉ ମୁଁ ନ କହିଥିଲେ ବି ଜାଣିବାର ସୁଯୋଗ ତମେ କେବେ ପାଇନଥାନ୍ତ। ତୁଷାରକାନ୍ତିଙ୍କ ଚକ୍ଷୁ ଗଭୀର ଆଗ୍ରହ ଦେଖାଦେଲା। ସେ ଚିନ୍ତିତ ହେଲା ଭଳି କିଛି ସମୟ ନୀରବ ରହିଗଲେ। ତା ପରେ କହିଲେ, ଠିକ୍ ଠିକ୍ କହିଛ ତମେ ଲୀଳା। ରୀତାର ମୁଖର ଗଠନ ପ୍ରଣାଳୀ ସହିତ ତମ ମୁଖର ଗଠନ ପ୍ରଣାଳୀରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି। କେବଳ ଦେହର ରଙ୍ଗକୁ ବାଦ୍ ଦେଲେ ତମେ ତାକୁ ଅକଥନୀୟ ଯନ୍ତ୍ରଣା ଦାଉରୁ ଉଦ୍ଧାର କରିଛ। କର୍ମବ୍ୟସ୍ତ ଜୀବନ ଭିତରେ ନିଜର ଅବସର ସମୟତକ ତାହାରି ସେବାରେ ବିନିଯୋଗ କରିବ ତାକୁ ରୋଗମୁକ୍ତ କରିବା ଚେଷ୍ଟା କରିଛ।କୁ